ମଧ୍ୟ ସ୍ୱର୍ଗରେ ସେ କଲେ ସପ୍ତର୍ଷୀ, ଗ୍ରହମଣ୍ଡଳ ଆଦି ସୃଷ୍ଟି। ନୂତନ ସ୍ୱର୍ଗ ସୃଷ୍ଟ କରି ଦେବତା, ଇନ୍ଦ୍ର ସୃଷ୍ଟିକଲା ବେଳକୁ ଦେବତାମାନଙ୍କ ଅନୁରୋଧରେ ବିଶ୍ୱାମିତ୍ର ସେଥିରୁ କ୍ଷାନ୍ତ ହେଲେ। ସେହି ମଧ୍ୟସ୍ୱର୍ଗକୁ ସ୍ୱର୍ଗ ନାମରେ ନାମିତ କରାଗଲା। ଜୟ ହେଲା ବିଶ୍ୱାମିତ୍ରଙ୍କର ତଥା ବିଜ୍ଞାନବାଦର। ଯୂପ କାଷ୍ଠ ନିକଟରେ ବନ୍ଧା ହୋଇଥିବା ବାଳକ ଶୂନଶେଫ ସମସ୍ତଙ୍କ ମୁହଁକୁ ଅନାଇ କାନ୍ଦୁଛନ୍ତି। ତାଙ୍କର ବିକଳ କ୍ରନ୍ଦନ ଉପସ୍ଥିତ ବ୍ୟକ୍ତିଙ୍କ ହୃଦୟକୁ ଦୁର୍ବଳ କଲେ ମଧ୍ୟ ଏହାର ପ୍ରତିକାର ପାଇଁ କିଏବା କ'ଣ କରିପାରିବ। ସ୍ୱୟଂ ମହାରାଜା କରାଉଛନ୍ତି ନରମେଧ ଯଜ୍ଞ। ଏ ଯଜ୍ଞର ଫଳ ସ୍ୱରୂପ ସେ ଚାହାଁନ୍ତି ନାହିଁ ଉଚ୍ଚପଦବୀ ବା ସମ୍ମାନ। କେବଳ ବଞ୍ଚିବା ପାଇଁ ବଧ କରିବାକୁ ପଡ଼ୁଛି ଏକ ଅବୋଧ ବାଳକକୁ। ଗୋଟିଏ ଜୀବନ ବଦଳରେ ଆଉ ଗୋଟିଏ ଜୀବନ ରକ୍ଷାର କାମନା ଯଜ୍ଞ। କୁଳଗୁର ବଶିଷ୍ଠ କହିଛିନ୍ତ, ନରମେଧ ଯଜ୍ଞ ଦ୍ୱାରା ସେ ରୋଗମୁକ୍ତ ହେବେ। ସନ୍ତୁଷ୍ଟ ହେବ ଜଳାଧିପତି ବରୁଣ। ଦୀର୍ଘ ଦିନ ବୈବାହିତ ଜୀବନ ଗତ କଲେ ମଧ୍ୟ ହରିଶ୍ଚନ୍ଦ୍ରଙ୍କର ସନ୍ତାନ ସନ୍ତତି ହେଲେ ନାହିଁ। ଏଥି ନିମିତ୍ତ ସେ ବରୁଣକୁ ଆରାଧନା କରି ପୁତ୍ର ହେଲେ ବରୁଣଙ୍କ ପ୍ରୀତି ପାଇଁ ନରମେଧ ଯଜ୍ଞ କରିବାକୁ ପ୍ରତିଜ୍ଞା କଲେ। ବରୁଣ ମଧ୍ୟ ରାଜାଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ପୁତ୍ର ଦାନ କଲେ। ଠିକ୍ ସମୟରେ ରାଣୀ ଶୈବ୍ୟା ପ୍ରସବ କଲେ ଏକ ପୁତ୍ର ସନ୍ତାନ। ନିଃସନ୍ତାନର ପୁତ୍ର ହୋଇଛି, ଏହାଠାରୁ ଆଉ ଆନନ୍ଦର ବିଷୟ କଣ ଥାଇପାରେ! ରାଜା ଆନନ୍ଦରେ ବିଭୋର। ସେ ଜାତ ଉତ୍ସବମାନ କରାଇବାରେ ବ୍ୟସ୍ତ। ଏହି ସମୟରେ ଜଣେ ବ୍ରାହ୍ମଣ ତାଙ୍କ ନିକଟରେ ଉପସ୍ଥିତ ହେଲେ। ହରିଶ୍ଚନ୍ଦ୍ର ତାଙ୍କୁ ସମାଦର ସହ ଆସିବାର କାରଣ ଜିଜ୍ଞାସା। କରିବାରୁ ସେ କହିଲେ ''ମୁଁ ବରୁଣ। ତୁମ୍ଭେ ପ୍ରତିଜ୍ଞା କରିଥିଲ ପୁତ୍ରସନ୍ତାନ ହେଲେ ଏକ ନରମେଧ ଯଜ୍ଞରେ ସେହି ପୁତ୍ରକୁ ବଳି ଦେବ। '' ଆନନ୍ଦ ମୁହୂର୍ତ୍ତରେ ରାଜାଙ୍କ ମନ ପ୍ରାଣ ବିଷାଦରେ ଭରିଗଲା। ସେ ବିନୟ ହୋଇ କହିଲେ, ନରମେଧ ଯଜ୍ଞ ବର୍ତ୍ତମାନ କରିପାରୁ ନାହିଁ। ଅନ୍ତତଃ ଗୋଟିଏ ମାସ ଦରକାର ମୋ ପତ୍ନୀ ଶୁଦ୍ଧ ହେବା ପାଇଁ। ଅଶୁଦ୍ଧ ପତ୍ନୀକୁ ଧରି ଯଜ୍ଞ କରିବା ବିଧିସଙ୍ଗତ ନୁହେଁ। ମହାରାଜାଙ୍କ ବିନୟ ମଧୁର ବଚନ ଶୁଣି ବରୁଣ ସନ୍ତୋଷରେ ଫେରିଗଲେ। ରାଜାଙ୍କ ମନରେ ପୁନର୍ବାର ଟିକିଏ ଆନନ୍ଦ ଦେଖାଦେଲେ ମଧ୍ୟ ତାହା ବେଶି କ୍ଷଣ ରହିଲା ନାହିଁ। ମାସକ ପରେ ଯେତେବେଳେ ବରୁଣ ନରମେଧ ଯଜ୍ଞ ପାଇଁ ଉପସ୍ଥିତ ହେବେ ସେତେବେଳେ ତାଙ୍କୁ କି ଉତ୍ତର ଦିଆଯିବ ତାହା ସେ ଚିନ୍ତା କରିବାକୁ ଲାଗିଲେ। ଅପୁତ୍ରିକ ଦୋଷରୁ ରକ୍ଷା ପାଇବାକୁ ସେ ବିଚାର ନ କରି ଯେଉଁ ପ୍ରତିଜ୍ଞା କଲେ ତାହା ତାଙ୍କ ପକ୍ଷେ ବିଷମ ପରିଣତି ହୋଇ ପଡ଼ିଲା। ଠିକ୍ ମାସକପରେ ବରୁଣ ଆସିଲେ ନରମେଧ ଯଜ୍ଞ ଗ୍ରହଣ କରିବାକୁ। ମହାରାଜ ହରିଶ୍ଚନ୍ଦ୍ର ତାଙ୍କୁ ବିନୟ ସହିତ କହିଲେ, ମୋର ପୁତ୍ର ବର୍ତ୍ତମାନ ନିତାନ୍ତ ଶିଶୁ। ତାହାର ସାଧାରଣ ଜ୍ଞାନ ନ ହେବା ପର୍ଯ୍ୟନ୍ତ ତାକୁ ନରମେଧ ଯଜ୍ଞରେ ବଳି ଦେବା ବିଧିସଙ୍ଗତ ନୁହେଁ। ସଂସ୍କୃତି ବିହୀନ ଶିଶୁକୁ ମୁଁ ଯୂପକାଠରେ କିପରି ବାନ୍ଧିବି? ଯଥାର୍ଥ ସଂସ୍କାର ସମ୍ପାଦନ ପରେ ଯେତେବେଳେ ପାରଙ୍ଗମ ହୋଇ କ୍ଷତ୍ରୀୟ ଧର୍ମରେ ଦୀକ୍ଷିତ ହେବ ସେତେବେଳେ ଆପଣଙ୍କୁ ନରମେଧ ଯଜ୍ଞରେ ସନ୍ତୁଷ୍ଟ କରିବି। ମୁଁ ଆପଣଙ୍କର ଦୀନହୀନ ସେବକ।